ବ୍ରାହ୍ମଣଟି ସେତେବେଳେ ସେ ବଗିଚା ଭିତରେ ବୁଲୁଥାଏ। ଇନ୍ଦ୍ରଦେବ କହିଲେ-'ଆହା, କି ସୁନ୍ଦର ଫୁଲଗଛମାନ କିଏ ଲଗାଇଛି? ' ବ୍ରାହ୍ମଣ ବାହାରି ଆସି କହିଲା, 'ମୁଁ ଲଗାଇଛି। ' ଇନ୍ଦ୍ର ବଗିଚା ଭିତରେ ପଶି କହିଲେ-'ଆହା ଏ ସୁନ୍ଦର ଫୁଲଗୁଡ଼ିକ କିଏ ଫୁଟାଇଛି? ' ବ୍ରାହ୍ମଣ କହିଲା-'ମୁଁ, ମୁଁ, ମୁଁ କରିଛି। ' ଇନ୍ଦ୍ର ଯାହା ପଚାରିଲେ, ବ୍ରାହ୍ମଣ 'ମୁଁ କରିଛି, ମୁଁ କରିଛି' ବୋଲି ଗର୍ବ କରିବାକୁ ଲାଗିଲା-। ଶେଷରେ ଇନ୍ଦ୍ର ମରିଯାଇଥିବା ଗୋରୁ ପାଖକୁ ଯାଇ ପଚାରିଲେ-'ଆହା, ଏ ଗୋରୁଟିକୁ କିଏ ମାରିଦେଇଛି? ' ବ୍ରାହ୍ମଣ ବିଚରା ନିରୁତ୍ତର। କ'ଣ ବା କହିବ? ଇନ୍ଦ୍ର ତାଙ୍କର ନିଜରୂପ ଧାରଣ କରି କହିଲେ-'ରେ ମୂର୍ଖ ବ୍ରାହ୍ମଣ, ତୁ ଏତେ ଶାସ୍ତ୍ର-ପୁରାଣ ଜାଣିଛୁ ବୋଲି ଗର୍ବ କରୁଛୁ କିନ୍ତୁ ଯେତେକ ପାପକର୍ମ ସବୁ ଭଗବାନଙ୍କର ଏବଂ ଯେତେକ ଭଲ କର୍ମ ସବୁ ତୋର ବୋଲି କହୁଛୁ। ଜାଣିରଖ, ଖରାପ କାମ କରୁଥିବା ଲୋକ କେବେହେଲେ ଭଗବାନଙ୍କର ଲୋକ ନୁହନ୍ତି। ସେମାନେ ଭଣ୍ତ ପ୍ରତାରକ। ଭଗବାନଙ୍କ ପଥର ଲୋକ ଖରାପ କାମ କେବେ କରନ୍ତି ନାହିଁ। ' ଏହା କହି ଇନ୍ଦ୍ର ଅଦୃଶ୍ୟ ହୋଇଗଲେ। ସଙ୍ଗେ ସଙ୍ଗେ ବ୍ରାହ୍ମଣକୁ ବ୍ରହ୍ମରାକ୍ଷସମାନେ ବାନ୍ଧି ଘେନିଗଲେ। ଭଲ କାମରେ ଛଳନା ମଧ୍ୟ ଭଲ ଦିନେ ଖୁବ୍ ରାତି ହୋଇଥାଏ। ଜଣେ କେଉଟ ଚୋରି କରିବା ପାଇଁ ଗୋଟିଏ ବଗିଚାର ପୋଖରୀ ଭିତରେ ମାଛ ଚୋରି କରିବାକୁ ପଶିଲା। ଲୋକମାନେ କିଏ ଗୋଟାଏ ପୋଖରୀ ଭିତରେ ପଶିଛି ବୋଲି ଜାଣିପାରି ଚାରିଆଡ଼େ ପାଟିତୁଣ୍ତ କଲେ। ଠେଙ୍ଗାବାଡ଼ି, ମଶାଲ ଧରି ପୋଖରୀ ଚାରିପଟ ଘେରିଗଲେ। କେଉଟ ବିଚରା ବିପଦ ଗଣିଲା। ସେ ପୋଖରୀ ଭିତରେ ଜାଲ ପକାଇ ଦେଇ, ଧୋବା ଖାରକୁ ବୋଳି ହୋଇ ଗୋଟିଏ ଗଛତଳେ ଧ୍ୟାନ କରିବାକୁ ବସିଗଲା ସାଧୁ ହୋଇ। ଲୋକେ ଆସି ଦେଖନ୍ତି ତ ଚୋର ନାହାନ୍ତି, ବସିଛନ୍ତି ଜଣେ ସାଧୁ। ଦୂର ଦୂରାନ୍ତରୁ ଲୋକ ଆସି ସାଧୁଙ୍କୁ ଦୁଧ କଦଳୀ-ଦେଇ ଫୁଲଚନ୍ଦନରେ ପୂଜା କରିବାକୁ ଲାଗିଲେ। ଭୋଗ ବାଢ଼ିଲେ। ଚୋର କେଉଟର ଚେତନା ହେଲା, କହିଲା-'ମୁଁ ତ ପ୍ରକୃତରେ ସାଧୁ ନୁହେଁ; ତଥାପି ଲୋକମାନେ ମୋତେ ଏତେ ଭକ୍ତି କରୁଛନ୍ତି। ମୁଁ ଯଦି ପ୍ରକୃତରେ ସାଧୁ ହେବି, ତେବେ ମୋର ଆଦର ସମ୍ମାନ କେତେ ବଢ଼ି ନ ଯିବ! ଏହା ଭାବି ତପସ୍ୟା କରିବାକୁ ସେ ହିମାଳୟ ଚାଲିଗଲା। କପଟ ସାଧନା କରୁ କରୁ ମଧ୍ୟ ତାର ଚୈତନ୍ୟ ହେଲା। ସତ୍କର୍ମର ଛଳନା ମଧ୍ୟ ଭଲ। ସେଥିରେ ଚୈତନ୍ୟ ହୁଏ। ଏହି ଉପଦେଶଟି ଶ୍ରୀରାମକୃଷ୍ଣ ଦେବ ଦେଇଛନ୍ତି। ଅଶାନ୍ତି ଦୂର ହେବ କିପରି? ଗୋଟିଏ ଚିଲ ଥଣ୍ଟରେ ମାଛଟିଏ ଧରିଥାଏ। ତାକୁ ଘେରିଥାନ୍ତି ଅସଂଖ୍ୟ କାଉ। ଚିଲ ଯୁଆଡ଼େ ଯାଉଥାଏ, କାଉମାନେ ତାକୁ ଗୋଡ଼ାଉଥାନ୍ତି। ବିଚରା ଚିଲ ଚତୁର୍ଦ୍ଦିଗ ବୁଲିଲା, କିନ୍ତୁ ଶାନ୍ତିରେ ମାଛଟିକୁ ଆଉ ଖାଇପାରିଲା ନାହିଁ। ଗଛର ଅଗଡାଳକୁ ଗଲା, ସେଠାରେ ମଧ୍ୟ ଦଳ ଦଳ କାଉ। ପୋଖରୀ ହିଡ଼ରେ ବସିଲା, ସେଠାରେ ମଧ୍ୟ କାଉ। ସେ ବିରକ୍ତ ହୋଇଗଲା। ଶେଷରେ ମାଛଟାକୁ ତଳେ ପକାଇଦେଲା। କାଉମାନେ ଏଥର ଚିଲକୁ ଛାଡ଼ିଦେଇ ମାଛଟାକୁ ଘେରିଗଲେ ଏବଂ ଛଡ଼ା ଆମ୍ପୁଡ଼ା କରି ନେଇଗଲେ। ଚିଲଟିର ମନରେ ଶାନ୍ତି ଆସିଲା। ଏହି ମାଛଟି ପାଇଁ ଯେତେ କଳି! ମାଛଟା ଗଲେ ତ ସବୁ ଗଲା। ଅର୍ଥହିଁ ଯେତେ ଅନର୍ଥର ମୂଳ। ଏ ଦୁନିଆରେ ଉପାଧି ଆକାଂକ୍ଷା ବଡ଼ ବେଶୀ। ଥରେ ନିର୍ଭୀକ ହୋଇ ଏ ଉପାଧି ପରିତ୍ୟାଗ କରିପାରିଲେ ଶାନ୍ତି ମିଳିବ। ଏ ଉପଦେଶଟି ଶ୍ରୀରାମକୃଷ୍ଣ ଦେବ ଦେଇଛନ୍ତି। ସଂସାରରେ ବାଘର ଭୟ ବେଶୀ ମଣିଷ ଭିତରେ ଭଲ ଓ ମନ୍ଦ ଅଛି। ମନ୍ଦ ବୋଇଲେ ହିଂସା, ଦ୍ୱେଷ, ରାଗ, ଘୃଣା କେତେ କ'ଣ? ପରନିନ୍ଦା, ପରଚର୍ଚ୍ଚା ଇମିତି କେତେ। ଏଗୁଡ଼ିକ ହେଲେ ବାଘ। ଏ ସବୁର ଦାଉରୁ ରକ୍ଷା ପାଇବାକୁ ହେବ। ତା' ନ ହେଲେ ମଣିଷ ବଞ୍ଚିବ କିପରି? ଗୋଟିଏ ଗପ ଶୁଣ। ଶ୍ରୀରାମକୃଷ୍ଣ ଦେବ ଏ ଉପଦେଶଟି ଦେଇଥିଲେ। ଥରେ ଜଣେ ଲୋକ ଭଗବାନଙ୍କ ପାଖରେ କାକୁସ୍ଥ ହୋଇ ପ୍ରାର୍ଥନା କଲା। 'ଏ ତ ଭଗବାନଙ୍କର ସୃଷ୍ଟି। ଦେବା ଲୋକ ସେ, ନେବାଲୋକ ସିଏ। ମିଛରେ ଆମେ ଅଢ଼େଇ ଦିନ ପାଇଁ ବଡ଼ପଣ କରିଥାଉଁ। ଭଗବାନ କଳ୍ପତରୁ। ' ସେ ଭଗବାନଙ୍କୁ ମାଗିଲା, 'ଆହା ସୁନ୍ଦର କିଛି ଗୋଟିଏ ହୁଅନ୍ତା କି?